ଅର୍ଥାତ୍ ବିକ୍ରମ ଦାସଙ୍କ ପରି ତାଙ୍କୁ ମଧ୍ୟ ଏ ଦୁନିଆରୁ ଦୂରେଇଯିବାକୁ ପଡ଼ିବ। ସେଇ ଚିଠି ପାଇବା ମାତ୍ରେ ମାଆ ସେ ସ୍ଥାନ ଛାଡ଼ି ଗଭୀର ରାତ୍ରିରେ ଏକ ନଦୀରେ ଲମ୍ଫ ପ୍ରଦାନ କରିଥିଲେ। କିନ୍ତୁ ତାଙ୍କୁ ଆଶ୍ରମର ପରିଚାଳିକା ସଂଯୋଗକ୍ରମେ ଉଦ୍ଧାର କରିଥିଲେ, ଆଉ ମାଆଙ୍କୁ ଜଣାଇଥିଲେ ଯେ ସେ ଗର୍ଭବତୀ; ଏଭଳି ଦୁଇଟି ଜୀବନ ବିସର୍ଜନ କରିବାର ଅଧିକାର ତାଙ୍କର ନାହିଁ। 'ଯାହାହେଉ, ମୋତେ ଜନ୍ମ ଦେବା ପର୍ଯ୍ୟନ୍ତ ମାଆ ସେଠାରେ ରହିଥିଲେ। ମୁଁ କିନ୍ତୁ ତାଙ୍କୁ କେବେ ସ୍ୱଚକ୍ଷୁରେ ଦେଖିନାହିଁ। ତା ପରେ ସେ ମୋ ନାମରେ ଟଙ୍କା ଆଉ ଏଇ ଚିଠି ଡିପୋଜିଟ କରି ବୋଧହୁଏ ଆତ୍ମହତ୍ୟା କରିଥିଲେ। ' ଏଇ କରୁଣ କାହାଣୀ ଶତ୍ରୁଜିତଙ୍କୁ ଭାବିବିହ୍ୱଳ କରିଦେଇଥିଲେ। ସେ ଇମିତି ମାନସିକ ଦ୍ୱନ୍ଦ୍ୱ ଭିତରେ ପଡ଼ିଯାଇଥିଲେ, ଯାହା ଫଳରେ ସହଜରେ ସେ ହଠାତ୍ କିଛ କହି ପାରିଲେ ନାହିଁ। ତା'ପରେ ନିଜକୁ ସଂଯତ କରିନେଇ ସେ କହିଲେ, 'ଆଉ କିଛି? ' 'ସେଇ ଚିଠିରୁ ଆପଣ ସସସ୍ତ କିଛି ବୁଝିପାରିବେ। କିନ୍ତୁ ମୋର ଅନୁରୋଧ' 'ମୁଁ ରକ୍ଷା କରିବି, ଜୟନ୍ତୀ! କିନ୍ତୁ ସେଇ ଚିଠିଟି କୋଉଠି? ' 'ମୋର ବେଡ଼୍ରୁମରେ ଯୋଉ ପଲଙ୍କ ରହିଛି ଠିକ୍ ତାହାରି ତଳଭାଗରେ ଥିବା ଏକ ଖୋପ ଭିତରେ। ଖୋପର ଉପର ମଧ୍ୟ ପଟା ସାହାଯ୍ୟରେ ବନ୍ଦ କରାଯାଇଛି। ' 'ବହୁତ ଧନ୍ୟବାଦ, ଜୟନ୍ତୀ! କିନ୍ତୁ ତମ ମାଆ ତମ ପାଖକୁ ଦେଇଥିବା ଚିଠି ଅନନ୍ତ ଦାସ ଦେଖିଥିଲେ? ' 'ନା ଅନନ୍ତ ଦାସଙ୍କ ପାଇଁ ମାଆ ଏକ ଚିଠି ଲେଖିଦେଇଥିଲେ। ସେଥିରେ ସେ ଲେଖିଥିଲେ, ତାଙ୍କ ନାମରେ ଥିବା ସେଇ ସେୟାରଟି ହେମିତି ସେ ମୋତେ ଦିଅନ୍ତି। ଯଦି ତାହା ନ କରନ୍ତି ମୋ ଜୀବନ ଯେମିତି ସେ ଶାନ୍ତିପୂର୍ଣ୍ଣ ଭାବରେ ଅତିବାହିତ ହେବ ସେଥିରେ ବ୍ୟବସ୍ଥା କରିବାକୁ ସେ ଯେମିତି ପଛଘୁଞ୍ଚା ନ ଦିଅନ୍ତି। ' 'ତାଙ୍କର ସେଇ ଅନୁରୋଧ ଅନନ୍ତ ଦାସ ରକ୍ଷା କରିବେ ବୋଲି ସେ କେମିତି ଆଶା କରିଥିଲେ? ' 'ବୁଝିଲି। ଆଉ ତମ ପାଇଁ' 'ସେ ଲେଖିଥିଲେ, ତାଙ୍କ ଚିଠି ପାଇବା ମାତ୍ରେ ଅନନ୍ତ ଦାସ ନିଶ୍ଚୟ ବ୍ୟବସ୍ଥା କରିବେ, ଆଉ ବା ଯଦି ସେ ବଞ୍ଚି ନ ଥାଆନ୍ତି ତା ହେଲେ ଆଡ଼ଭୋକେଟ ଅମ୍ବରୀଶବାବୁ ମୋର ରକ୍ଷଣାବେକ୍ଷଣର ବ୍ୟବସ୍ଥା କରିଦେବେ। କିନ୍ତୁ ମୁଁ ଯେମିତି ଉତ୍ତ୍ୟକ୍ତ ହୋଇ କୌଣସି ଦୁର୍ଘଟଣା ନ ଘଟାଏ, ସେଥିପାଇଁ ସେ ମଧ୍ୟ ଚେତାବନୀ ଦେଇଯାଇଥିଲେ। ' 'ତା ହେଲେ ଏଇ ହେଲା ତମ ମାଆଙ୍କ ସହିତ ଅନନ୍ତ ଦାସଙ୍କର ସଂପର୍କ? କିନ୍ତୁ ଜୟନ୍ତୀ, ଅନନ୍ତ ଦାସ କଣ ଏ ବିଷୟରେ ତମକୁ କିଛି ପଚାରି ନ ଥିଲେଏପରିକି ସେ ଚିଠି କଥା ପର୍ଯ୍ୟନ୍ତ ବି? ' 'ନା। କିନ୍ତୁ ମୁଁ ଲକ୍ଷ୍ୟ କରିଥିଲେ, ମାଆଙ୍କର ଚିଠି ପଢ଼ି ତାଙ୍କର ମୁଖମଣ୍ଡଳ ଯେମିତି ଶୁଭ୍ର ହେଇଆସିଥିଲା। ପ୍ରାୟ ଏକ ଦୀର୍ଘ ସମୟ ଅତିବାହିତ ହେବା ପରେ ବନମାଳୀ ଦାଦାଙ୍କୁ ଡାକି ମୋ ପାଇଁ ବହିବାର ବନ୍ଦୋବସ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ' 'ବାସ୍, ଏ ତ ଗଲା ତମ ମାଆଙ୍କର ଗୁପ୍ତ ଚିଠିର ବିଷୟ। କିନ୍ତୁ ସ୍ନେହଲତା ବିଷୟରେ ତମେ କିଛି ଜାଣ? ' ''ନା, ସେ ମୋତେ ଦେଖିଲେ ମୁଖ ବିକୃତ କରି ଦୂରକୁ ଚାଲିଯାଏ। ' 'ଆଉ ତାଙ୍କ ସ୍ୱାମୀ? ' ଶତ୍ରୁଜିତଙ୍କର ଏଇ କଥାରେ ଜୟନ୍ତୀ